ଆଇନ ହେଲା ସତ ମାତ୍ର ଆଇନ ଫଳରେ ସମାଜରେ କୌଣସି ଆଖିରେ ଦିଶିବା ଭଳି ପରିବର୍ତ୍ତନ ଘଟିଲା ନାହିଁ। ଆଇନ ଓ ଆଇନ ପରିଚାଳନା, କଥା ଓ କାର୍ଯ୍ୟ ଭିତରେ ଏତେ ବେଶି ପ୍ରଭେଦ ରହିଗଲା ଯେ ବର୍ତ୍ତମାନ ଯୁବକ ମନରେ ଅବିଶ୍ୱାସ ଦୃଢ଼ଭାବରେ କାର୍ଯ୍ୟକରି ସେମାନଙ୍କୁ ଅନ୍ୟ ଉପାୟ ପ୍ରତି ଆକୃଷ୍ଟ। ହେବାକୁ ବାଧ୍ୟ କରୁଛି। ଆଇନ ଓ ତା'ର ପରିଚାଳନା ସମ୍ବନ୍ଧରେ କେତୋଟି ଉଦାହରଣ ଦେଲେ ତାହା ସହଜରେ ବୁଝାପଡ଼ିବ ଓ ସେ ସମ୍ବନ୍ଧରେ ବାମପନ୍ଥୀ କମ୍ୟୁନିଷ୍ଟମାନଙ୍କ ଚିନ୍ତାଧାରା ପରେ ଆଲୋଚନା କରିବି। ଶୁକ୍ରବାର ଆଜି କଂଗ୍ରେସ ଦଳ ଭିତରେ ଯେପରି ବିବାଦ ଲାଗିଛି ସେଥିରେ ହୁଏତ ଅନେକେ ମନେ କରୁଥିବେ ଯେ ଦେଶ ଭାଙ୍ଗିପଡ଼ିବା ଉପରେ ଆସି ହେଲାଣି। ତା'ର କାରଣ ଅନେକେ ଶାସନକୁ ଓ ରାଜନୀତିକୁ ଏକ ମନେ କରନ୍ତି ଓ ରାଜନୈତିକ ବିଭ୍ରାଟ ହେଲେ, ରାଷ୍ଟ୍ରଭଙ୍ଗ ବା ଶାସନର ବିଭ୍ରାଟ ହେବା ସୁନିଶ୍ଚିତ ବୋଲି ମନେ କରନ୍ତି; କିନ୍ତୁ ଅନ୍ୟ ଦେଶ ସହିତ ତୁଳନା କଲେ ଭାରତରେ ଯେଉଁ ବିଭ୍ରାଟ ଦେଖାଦେଇଛି ତାହା ଅସାଧାରଣ ନୁହେଁ। ଅଳ୍ପକାଳ ପୂର୍ବେ ଆମେରିକାର ଡେମୋକ୍ରେଟିକ ଦଳ ଭିତରେ ଏପରି ଉତ୍କଟ ବିବାଦ ହେଲା ଯେ ଜନସନ୍ ପ୍ରେସିଡ଼େଣ୍ଟ ପାଇଁ ପ୍ରାର୍ଥୀ ହେବେନାହିଁ ବୋଲି ଘୋଷଣା କଲେ। ଅଷ୍ଟ୍ରେଲିୟାରେ ସେହିପରି ତୀବ୍ର ରାଜନୈତିକ ବିଭେଦ ପ୍ରକାଶ ପାଇଛି। ଇଂଲଣ୍ଡରେ ଚେମ୍ବରଲେନ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କର ଦଳର ଚର୍ଚ୍ଚିଲ ତୁମୁଳ ବିଭ୍ରାଟ ସୃଷ୍ଟି କରିଥିଲେ। ଡିଗଲ ଆସି ଶାସନ ବିଧାନ ପରିବର୍ତ୍ତନ କରିବା ପୂର୍ବରୁ ଫ୍ରାନସରେ ରାଜନୀତି ଏପରି ଅନିଶ୍ଚିତ ଥିଲା ଯେ କୌଣସି ମନ୍ତ୍ରିମଣ୍ଡଳ କେତୋଟି ମାସଠାରୁ ବେଶି ତିଷ୍ଠି ପାରୁନଥିଲା। ଏପରି ରାଜନୈତିକ ବିଭ୍ରାଟ ଚାଲିଥିଲେ ମଧ୍ୟ ଉପରୋକ୍ତ ଦେଶମାନଙ୍କର ଶାସନରେ କିଛି ଆଞ୍ଚ ଆସିନଥିଲା। ବାସ୍ତବିକ ଗଣତନ୍ତ୍ର ପଦ୍ଧତିରେ ଶାସନ ବା ଏଡ଼ମିନିଷ୍ଟ୍ରେସନ ରାଜନୀତିଠାରୁ ସ୍ୱତନ୍ତ୍ର। ଏ ପଦ୍ଧତିରେ ଶାସନର ଦୁଇଟି ବିଭାଗ- ଗୋଟିଏ ହେଉଛି ନୀତି ନିର୍ଦ୍ଧାରଣ କରିବାପାଇଁ ପ୍ରତିନିଧିମୂଳକ ରାଜନୈତିକ ବିଭାଗ ଓ ଅନ୍ୟଟି ହେଉଛି ନିର୍ଦ୍ଧାରିତ ନୀତିକୁ କାର୍ଯ୍ୟରେ ପରିଣତ କରିବାପାଇଁ ଶାସନ ବିଭାଗ। ରାଜନୈତିକ ସ୍ତରରେ ନୀତି ନିର୍ଦ୍ଧାରିତ ହୋଇ ଆଇନ ପ୍ରଣୀତ ହୁଏ ଓ ଶାସନ ସ୍ତରରେ ସେ ଆଇନ କାର୍ଯ୍ୟକାରୀ ହୁଏ। ଗତକାଲି ଦର୍ଶାଇଥିଲି ଯେ ଭାରତରେ ସାମାଜିକ, ଅର୍ଥନୈତିକ ସଂସ୍କାର ପାଇଁ ମାତ୍ର କେତୋଟି ବର୍ଷରେ ଯେପରି ଆଇନମାନ ପ୍ରଣୀତ ହୋଇଛି, ଏପରି ସେହି ସମୟ ମଧ୍ୟରେ ଓ ସେହି ଅବସ୍ଥାରେ ଅନ୍ୟ କୌଣସି ଦେଶରେ ହୋଇନାହିଁ। ମାତ୍ର ସେ ଆଇନ ସବୁ କାର୍ଯ୍ୟରେ ଲାଗିନାହିଁ ବା ଲାଗୁଥିଲେ ଭଲଭାବରେ ଲାଗୁନାହିଁ। ଉଦାହରଣ- ଜମିଦାରୀ ଉଚ୍ଛେଦ ଆଇନ ପାସ ହେଲା ପନ୍ଦରବର୍ଷ ପୂର୍ବେ। ଜମିଦାରୀ ସବୁ ସରକାର ଅଧୀନକୁ ଆସିଲା। ଆଜି ସବୁ ଜମିଦାରୀ ଅଞ୍ଚଳରେ ଲୋକେ କହୁଛନ୍ତି ଓ ଟିକିଏ ଅନୁସନ୍ଧାନ କଲେ ଜଣାଯିବ ଯେ ଜମିଦାରମାନେ ପ୍ରଜାମାନଙ୍କୁ ଯେତେ ଶୋଷଣ କରୁଥିଲେ, ତା'ଠାରୁ ବଳି ଅନେକ ସ୍ଥଳରେ ତହସିଲଦାରମାନେ ଶୋଷଣ କରୁଛନ୍ତି। ପୂର୍ବେ ଜମିଦାରଙ୍କ ନିଜ ଘରେ ବିବାହ ବ୍ରତ ବା ପୁନେଇ ପର୍ବରେ ମାଗଣ ହେଉଥିଲା। ଆଜି ଅନେକ ସ୍ଥାନରେ ତହସିଲଦାରଙ୍କଠାରୁ ଆରମ୍ଭ କରି ଉପର ହାକିମ ସମସ୍ତଙ୍କର ବିବାହ ବ୍ରତରେ ନିତାନ୍ତ ଲଜ୍ଜାଜନକ ଭାବରେ ମାଗଣ ହେଉଛି। କେବଳ ରାଜସ୍ୱ ବିଭାଗ ନୁହେଁ, ସବୁ ବିଭାଗରେ ନିମ୍ନତନ କର୍ମଚାରୀମାନଙ୍କଠାରୁ ଉପରିସ୍ଥ କର୍ମଚାରୀ ଜିନିଷପତ୍ର ସଂଗ୍ରହ କରିବା ଏକ ସାଧାରଣ ବ୍ୟାପାର ହୋଇଗଲାଣି। ଯଦି ଜଣେ ଏସ୍. ପି.